ଥରକୁ ଥର ସାତଥର ମିଲ ମାଲିକଙ୍କ ସହ ଦେଖା କଲାଣି। ସବୁବେଳେ ଆଶା ଦଉଛନ୍ତି ମାଲିକେ। ଆଶାରେ ବଞ୍ଚିରହିଚି ଧନିଆ। ଗାଁ'ରେ ସେମାନେ କ'ଣ କରୁଥିବେ ଏ ଚିନ୍ତାରେ ନିଦ ହେଉନି ତାକୁ। ହୋଟେଲରେ କାମ ପାଇଟି କରି ମୁଠେ ମୁଠେ ଯାହା ମିଳେ ବଡ଼ ସନ୍ତର୍ପଣରେ ଗିଳିଦିଏ। ଖାଇଲାବେଳେ ତା ବୁଢ଼ାବାପ, ବୁଢ଼ୀମା ଓ ଭାଇ ଭଉଣୀଙ୍କ ଭୋକିଲା ମୁହଁ ଦିଶେ। ତା ତୋଟି ଶୁଖିଯାଏ। ସେ ଛେପ ଢୋକି ପାରେନି। ବଇଶାଖ ଖରା। ଦିହରୁ ଗମ୍ ଗମ୍ ଝାଳ ବହିଯାଉଚି। ମାଲିକଙ୍କ ଗୋଡ଼ତଳେ ବସି ବସି ନିଷ୍ଫଳ ହୋଇ ଫେରିଲା ଧନିଆଁ। ଆଶ୍ରୟ ନେଇଥିବା ଗଛ ମୂଳକୁ ଚାଲି ଚାଲି ଗଲା। ବାଟରେ ବଡ଼ ଶୋଷ ହେଲା। ଗୋଡ଼ ଦୁଇଟା ପୋଡ଼ି ଫୋଟକା ହେଇଗଲାଣି। ଧାଇଁଚି ପ୍ରାଣ ବିକଳରେ ପେଟେ ପାଣି ପିଇ ନିଜର ଭୋକ ସମ୍ଭାଳି ନେବାପାଇଁ। ପାଣି କଳ ଚାରି ପାଖରେ ଲୋକ ଭିଡ଼। ଯେଉଁ ହରିଜନଙ୍କ ପାଇଁ ପାଣିକଳ, ସେମାନେ ମୁହଁ ଶୁଖାଇ ଗୋଟି ଗୋଟି କରି ଫେରୁଥାଆନ୍ତି। ସବର୍ଣ୍ଣ ଲୋକେ ଜଣଙ୍କ ପଛରେ ଜଣେ ଆସୁଥାଆନ୍ତି। ଧନିଆ ସମସ୍ତଙ୍କୁ ପାଣି ମୁନ୍ଦେ ପାଇଁ ଅଳି କରେ। ସଭିଏ ମେଘ ଘଡ଼ଘଡ଼ିଆ ପାଟି କରି ତାକୁ ଡରାଇ ଦିଅନ୍ତି। ତା ଗୋଡ଼ ଜଳି ଯାଉଥାଏ; ହେଲେ ପାଣିର ଆଶା ମଉଳି ନ ଥାଏ। ଅବଶେଷରେ ସବର୍ଣ୍ଣ ଲୋକଙ୍କ ବାଧା ନ ମାନି ସେ କଳରୁ ଚଁ ଚଁ କରି ପେଟେ ପାଣି ପିଇଦେଲା। ସେହି ବସ୍ତିର ମୁଖିଆ ଲୋକ କଳ ପାଖରେ ଥୋଇଥିଲେ ମାଠିଆ। ଧନିଆ ପାଣି ପିଇବାବେଳେ ଟୋପାଏ ପାଣି ମାଠିଆ ଉପରେ ପଡ଼ିଗଲା। ଗର୍ଜି ଉଠିଲେ ମୁଦୁଲିଏ। ସବଳ କୁକୁର ପାଖରେ ଧଡ଼ିଆ କୁକୁରଟି ଲାଙ୍ଗୁଡ଼ ଜାକି ଆତ୍ମସମର୍ପଣ କଲାପରି ଧନିଆ ଦୋଷ ମାନିଲା। କାନ ମୋଡ଼ି ହେଲା ଆପେ ଆପେ; ଚାପୁଡ଼ା ମାରିହେଲା। ଏଥିରେ ଅଧିକ ଚିଡ଼ିଲେ ମୁଦୁଲିଏ। କହିଲେ—ମତେ ଥଟ୍ଟା କରୁଚୁ ନାହିଁ? ଏହାର ଫଳ ତୁ ପାଇବୁ। ସମସ୍ତେ ମିଳିମିଶି ଧନିଆକୁ ଗାଳିଦେଲେ। ହାତ ପୁରାଇ ମାରି ଥାଆନ୍ତେ; ମାତ୍ର ଛୁଆଁ ହେବା ଭୟରେ ସେଥିରୁ ଅପସରି ଗଲେ। ଧନିଆ ବିଚରା ପଛାଇ ପଛାଇ ଚାଲିଗଲା ଗଛ ମୂଳ ପଲା ଭିତରକୁ। ଆଜି ତା ମନ ବଡ଼ ଆନନ୍ଦ। ବଡ଼ ମାଲିକେ ଆଶା ଦେଇଛନ୍ତି। କାଲିଠାରୁ ମୂଲ ମିଳିବ। ଦିନକୁ ତିନି ଟଙ୍କା। ଆଗ ପଇସା ଦେଇ ମାଠିଆ କିଣେଇ ନବ। ମୁଦୁଲିଙ୍କ କୋପ ଶାନ୍ତି ହେବା ପରେ ଘରକୁ ପଠାଇବ ଟଙ୍କା। ମଦନ ଦାଦି ପଅରଦିନ ଗାଁକୁ ଯିବ। ଆସିବା ଦିନଠୁ ହପ୍ତାକ ଉପରେ ସେ ଏଠି ରହିଲାଣି। ବାପ ମା ପାଣିପିଇ ଦିନ କାଟୁଥିବେ। ଭାଇ ଭଉଣୀ ମାଗି ଯାଚି ଚଳାଇ ନେଉଥିବେ। "ଏ ଦୁଇଟଙ୍କା ମୋ ମୂଲରୁ ପାଇଲେ ବଞ୍ଚିଯିବେ ଯେ! " ଧନିଆର ଆନନ୍ଦ କହିଲେ ନ ସରେ। ଆଣ୍ଠୁମାଡ଼ି ବସି ପଡ଼ିଲା ଧନିଆ। ପିତା ମାତା ଓ ଭାଇ ଭଉଣୀଙ୍କୁ ବଞ୍ଚାଇବାର କ୍ଷମତା ହାତ ପାହାନ୍ତିରେ ଥିବାରୁ ଯେ ନିଜକୁ ଧନ୍ୟ ମଣିଲା, ସହରକୁ ଆସିବାର କରୁଣ ଦୃଶ୍ୟ ଗୋଟି ଗୋଟି କରି ତା ଆଖି ଆଗରେ ନାଚି ଉଠିଲା। ଆଖି ତାର ସଜଳ ହୋଇ ଉଠିଲା। ବୁଢ଼ା ବାପକୁ ମୁଣ୍ତିଆ ମାରିଲା। ବାପ ତାର ଥରିଲା ହାତରେ ମୁଣ୍ତକୁ ଆଉଁସି ଦେଇଥିଲା-। ମା'କୁ ଜୁହାର ହେଲା। ମା ଦେଇଥିଲା ସ୍ନେହର ଚୁମ୍ବନ। ସାନ ଭଉଣୀ ଓ ଭାଇଙ୍କ କାନ୍ଦ ତାକୁ ପାଗଳ କରି ପକାଇଥିଲା। ବାଟତକ କାନ୍ଦି କାନ୍ଦି ସେ ଆସିଥିଲା। ପୁଣି ସେ କଥା ମନେ ପକାଇ ସେ କାନ୍ଦି ପକାଇଲା। ଏଣିକି ଦୁଃଖର ରଜନୀ ପାହିଯିବ। ସେ ପାଇବ ମୂଲ। ଅତି କଷ୍ଟସାଧ୍ୟ କାମକୁ ହାତକୁ ନେବ। ଦୁଇଗୁଣ ଖଟିବ। ଅଧିକ ଅର୍ଜନ କରିବ। ସମସ୍ତଙ୍କ ମୁହଁରେ ଫୁଟାଇବ ହସ। ଧନିଆ ଧନେଶ୍ୱର ହେବ। ଏଇ ପଲାଟିକୁ ଘେନି ଆସିବ ପିତା, ମାତା ଆଉ ଆଦରର କନିଷ୍ଟ ଭାଇ ଭଉଣୀଙ୍କୁ। ଆଉ ଭାବି ପାରିଲା ନାହିଁ ଧନିଆ। ପଲା ଘରୁ ବାହାରକୁ ଗଲା-। ତଳେ ବସିପଡ଼ିଲା। ଆକାଶକୁ ଚାହିଁଲା। ଉଜ୍ଜ୍ୱଳ ତାରକା, ଗ୍ରହ, ନକ୍ଷତ୍ର, ଚନ୍ଦ୍ର ତାକୁ ବଡ଼ ସୁନ୍ଦର ଦିଶିଲେ-। ଏତେ ସୁନ୍ଦର ଏଗୁଡ଼ିକ କେବେ ଦେଖାଯାଇ ନ ଥିଲେ ତାକୁ।